ମିଶିବାର ସୁବିଧା ନ ପାଇଲେ ମଣିଷକୁ ଚିହ୍ନିହୁଏ ନାହିଁ। -ମୋର ଭାରି ଇଛା ହେଉଛି ଥରେ ମାନମୟୀକୁ ଦେଖନ୍ତି। -ଜଣକର କଥାଶୁଣି ଆଉ ଜଣକୁ ତୁଳିବ ନାହିଁ। ଦୁଇଜଣ ମଣିଷ ଏକା ନୁହଁନ୍ତି। ଦୁଇଜଣ ନାରୀ ସମାନ ନୁହଁନ୍ତି। ନିଜର ସହାନୁଭୂତି ଓ ସ୍ନେହର ମାପରେ ଓଜନ ମାପ ଅଲଗା ହେଇଯାଏ। ମଣିଷକୁ ମାପିବାକୁ ଚେଷ୍ଟାକଲେ ଲାଭ ହୁଏ ନାହିଁ। -ତମେ କ'ଣ ଭାବ ଅଳକା ମାନମୟୀଠାରୁ ବହୁତ ବେଶୀ ଅଲଗା? -ନିଶ୍ଚୟ! ଆଉ ହେବାର କଥା। ଜଣେ ଜନ୍ମବେଳରୁ ଦୁଃଖୀ। ଆଉ ଜଣେ ଜନ୍ମରୁ ସୁଖୀ ଓ ଧନୀ। ଅଳକାର କଥାରେ ଏତେ ଛନ୍ଦକପଟ ନାହିଁ। ଅଳକା ଭାବେ ଯେ ସଂସାରଟା ତାହାର। ମାନମୟୀ ଭାବେ ଯେ ସେ ସଂସାରର-ଏତିକି ତାଙ୍କର ପ୍ରଭେଦ ବୋଲି ବୁଝା ଯାଉଛି। -ଆଛା, ଭଜକୃଷ୍ଣ, ଏଇ ମାନମୟୀ ପରି ଗୋଟାଏ ଆଜୀବନ ବନ୍ଧୁ ପାଇଲେ ତମେ ସୁଖୀ ହୋଇ ପାରନ୍ତ? -ସେଇଆ ଥରେ ମାନମୟୀ ପଚାରିଥିଲା। -କ'ଣ କହିଲ? -କହିଥିଲି ଯେ ପାଇବା ହେଉଛି ଗୋଟାଏ ଯୋଗ୍ୟତା। ସମସ୍ତେ ସବୁ ପାଆନ୍ତି ନାହିଁ। -ମାନମୟୀର ଜବାବ କ'ଣ ହେଲା? -ସେ କହିଥିଲା ସମସ୍ତେ ସବୁକଥା ଖୋଜନ୍ତି ନାହିଁ। ତେଣୁ ସମସ୍ତେ ସବୁ ଜିନିଷ ପାଇବେ ନାହିଁ। ପାଇ ନ ପାରିଲେ ତାଙ୍କର ଦୁଃଖ କାହିଁକି ହେବ? କିନ୍ତୁ ଯିଏ ନ ପାଇଲେ ନିଜର ଗୋଟାଏ ଅପୂରଣୀୟ କ୍ଷତି ହୋଇଗଲା ବୋଲି ଭାବିବ-ସେହି ପାଇବାର କଥା। ତେବେ ପାଇବାର ଉପାୟ ସେ ଧରିବାକୁ ଶିଖିଥିବା ଦରକାର। -ପାଇବାର ଉପାୟ କ'ଣ? -ରମାକାନ୍ତ ପଚାରିଲା। -ସେଇ କଥା ସେ ବୁଝାଇଥିଲା ଗାଈକଥା କହି-ମହୁମାଛି କଥା। କହି। ଗାଈ ଦୁହିଁବାକୁ ଯାଇ ଜଣେ ଗାଈକୁ ଥୋମଣିମାଡ଼ ଚଢ଼ାଇଲେ କ୍ଷୀର ପାଇବ ନାହିଁ। ମହୁମାଛି ଧରିବାକୁ ଯାଇ ମହୁମାଛି ହାତ ମୁହଁରେ ବୁଲିଲେ ଯିଏ ଥରହର ହୋଇ ପଡ଼ିବ, ସେ ମହୁଫେଣାର ମହୁ ପାଇବ ନାହିଁ ପ୍ରତ୍ୟେକ ଲୋକ ଏମିତି ତାହାର ବିଶେଷ ଗୁଣର ସୌହାର୍ଦ୍ଦ୍ୟ ପାଇଲେ ତାହାର ଯାହା ହେବା କଥା ହେବ। -ମାନମୟୀ କ'ଣ ବୁଝାଉଥିଲା ତୁମକୁ ତାହାର ଗୋପନ କଥା? -ନା-ନା। ସେ କହୁଥିଲା ସଂସାରର କଥା। ଏଥିରେ ଭୁଲ କ'ଣ କହିଲା କି? କଲେଜର ଅଧ୍ୟାପକଙ୍କ ନାମରେ ଆମେ କାନ୍ଥବାଡ଼ରେ ଓ ଖବର କାଗଜରେ ଲେଖାଇ ତାଙ୍କର ବିଦ୍ୟାବୁଦ୍ଧି କି ଚରିତ୍ର ଉପରେ କାଳି ବୋଳିଲେ ଅବା ତାଙ୍କର ବିଦ୍ୟାକୁ ବେଖାତିର କରି ପ୍ରଶ୍ନବାଣ ମାରିଲେ ସେ କ'ଣ ଆମକୁ ଭଲ ବୋଲି କହିବେ? -ନା, ତାଙ୍କର ଖରାପ ଗୁଣର ସହଯୋଗୀ ହୋଇ ସେହି ଖରାପ ଗୁଣକୁ ଲୁଚାଇଲେ ସେ ସବୁ କରି ପାରିବେ। -ଠିକ୍ କହୁଛ, ରମାକାନ୍ତ। ମାନମୟୀ ଠିକ୍ ସେଇଆ କହେ। ପ୍ରତ୍ୟେକ ମଣିଷର ବିଶେଷତ୍ୱ ଅଛି। ପ୍ରତ୍ୟେକ ମଣିଷକୁ କାମଧେନୁ କରିହେବ ଅବା ତା'କୁ ଅହି-ନକୁଳ ସମ୍ୱନ୍ଧରେ ରଖିଦେଇ ହେବ। -ଚାଲି ଆସିଲ କାହିଁକି? -ମୁଁ ଆସି ନାହିଁ। ମାନମୟୀ ଦିନେ କହିଲା-ଭାରି ଭୁଲ ହୋଇଗଲା ଭଜକୃଷ୍ଣ। ଆମେ ଆମ ଭିତରେ ଯେତିକି ନିକଟ ହେବା କଥା ତହିଁରୁ ବହୁତ ନିକଟକୁ ଆମେ ଚାଲି ଆସିଲେ। ତେଣୁ ଆମେ ଅଲଗା ହୋଇଯିବା ମଙ୍ଗଳର ବିଷୟ ହେବ। ତୁମକୁ ବିଦାୟ ଦେବା ପାଇଁ ମୁଁ ବହୁତ ଅସୁଖୀ ହେବି। ହେଲେ ବି ଅନ୍ୟ ବାଟ କିଛି ନାହିଁ। କହିଲା ବେଳେ ଭଜକୃଷ୍ଣର ଦୁଇ ଆଖିରୁ ଲୋତକଧାରା ବହି ଆସିଥିଲା। ସେ ଅଶ୍ରୁ ନୁହେଁ-ମର୍ମଭେଦୀ ଦୁଃଖର ସୂଚନା। ଅଳ୍ପ ସମୟ ପରେ ପ୍ରକୃତିସ୍ଥ ହୋଇ କହିଲା-କାହିଁକି ଭଲା ସେଇ ଅଭୁଲା କଥାକୁ ଆଉ ଥରେ ଆଣି ଖେଳାଇ ଦେଲି। ଭାବିଲେ ବଡ଼ ଆଘାତ ଲାଗେ। ସବୁ ପାଇ ମୁଁ ସବୁ ହରାଇଛି। ଆଉ କିଛି ପଚାର ନାହିଁ-। ମୁଁ ଏତେ କଥା ଶୁଣିବି ବୋଲି କଳ୍ପନା ମଧ୍ୟ କରି ନ ଥିଲି। ଏବେ ଜାଣୁଛି ଯେ ପ୍ରତ୍ୟେକର ଜୀବନରେ ଅସରନ୍ତି ବୈଚିତ୍ର୍ୟ ଥାଏ। ପ୍ରତ୍ୟେକ ମଣିଷର ଜୀବନ ଭୋଗର ଇନ୍ଦ୍ରଜାଲ-। ଅଳକା କଥା କହିବାକୁ ଭାବିଥିଲି। କହି ପାରିଲି ନାହିଁ। ଓଲଟି ଯାହା ଜାଣିଲି ସେତିକିରେ ବୁଝୁଛି ଯେ ଏଇ ସଂସାର ପାଇଁ ଆମେ ହୀନ ଓ ଅସମର୍ଥ। ଏଇ କଲେଜର ପାଠ, କଲେଜର କୋଠା ଓ ଏହାର ଦିଗ୍ବଳୟ ଆମକୁ ସଂସାର ପାଇଁ ଗଢ଼ି ପାରିଲା ନାହିଁ। -କେମିତି ଅବା ପାଠ କି ଲେକଚର ମଣିଷ ଗଢ଼ନ୍ତା?